ବସା ମିଳିବ କି ନାହିଁ ଏହି ସନ୍ଦେହରେ ସେ ଉବୁଡ଼ୁବୁ ଖାଉଥିଲା। ଜିନିଷପତ୍ର ରଖିରାଖି ଦେଇ, ଗୋଡ଼ହାତ ଧୋଇବା ପାଇଁ ବସାରେ ଚାବି ଦେଇ ବାହାରି ଗଲା କେନାଲକୁ। ମାୟାଧର ପରିଡ଼ା ଆଉ ଡାଲି ଚାଉଳ ଦୋକାନୀ ବିଶି ସାହୁଙ୍କର ଏତେବେଳର ଢଙ୍ଗ୍ଢ଼ାଙ୍ଗ୍ ବିଶେଷତଃ ଆଖି ଆଖିର କଥାବାର୍ତ୍ତାଟା ବଡ଼ ଲକ୍ଷଣୀୟ। ଶେଷକୁ କାନ ପାଖରେ କଣ ଦି'କଥା ଫୁସୁର୍ ଫାସର୍ ହେଲେ। ସବାଶେଷକୁ ଖୁବ୍ ସଫା–ପ୍ରକାଶ୍ୟରେ, ଗଳା ଖଙ୍କାରଟାଏ ମାରି ମାୟାଧର କହିଲେ–ବିଶି, ହୁଁ, ତାଙ୍କର ସବୁ ସୁବିଧା କରିଦବୁ। ହୁଁ, ତାକୁ କହି ସେ ଭାରୁଆ ଦି'ଟାକୁ ବିଦା କରିଦେବୁ। କାହିଁକି ମିଛରେ ରାତିଟା ପୋଷି ତ' ଖର୍ଚ୍ଚ ହେବେ। ଏଠିତ ଢେର୍ ଢ଼େର୍ ଲୋକ ମିଳିବେ। ପରିବାପତ୍ର ଚାଉଳ ଫାଉଳ ସବୁ ଯୋଗେଇ ଦବୁ। ଏଁ ହୁଁ, ମୁଁ ଯାଉଚି ଟିକେ ସାହିଆଡ଼ୁ ଆସେ..., ଏଁ ହେଁ, ଥୁଁ... ଗୋଟା ବଡ଼ ଖଙ୍କାରଟାଏ କାଢ଼ି, ତାଙ୍କ ଜାଣିବାରେ ଖୁବ୍ ଭଲ ଠାଣିରେ ପାହୁଲ ପକାଇ ଚାଲିଗଲେ। ତହିଁଆର ଦିନ ସକାଳ। ମାୟାଧରଙ୍କ ଭାଇ ସଉରି ପରିଡ଼ା ୟୁନିଅନ୍ ପ୍ରେସିଡ଼େଣ୍ଟ। ଯେତେବେଳେ ସେ ଶୁଣିଲେ, କାଲିର କଲିକତିଆଟା ମରିଯାଇଚି, ଧରାବନ୍ଧା ରୀତିରେ ବାଉରି ମଳିକ ଚଉକିଆକୁ ଡାକି ଥାନାରେ ଖବର ଦେବାକୁ ପଠେଇଦେଲେ। ପୁଲିସ ଆସିଲା। ଲାଶ୍ ମାଇନା ହେଲା। ବିନା ଧୋବାକୁ ଡାକି ଆଉ ଦି'ଟା ଖାସିଙ୍କର ଅନ୍ତ୍ୟେଷ୍ଟିକ୍ରିୟାର ଯୋଗାଡ଼ ହୋଇଗଲା। ଘଣ୍ଟାକ ଭିତରେ ସବୁ ଖତ୍ମ। ଗଲାବେଳକୁ ସବ୍ଇନ୍ସପେକ୍ଟରଙ୍କ ପକେଟ୍ଟା ଟିକେ ଓଜନ ହେଲା ଖାଲି। ସେ ଆଜିକି ପନ୍ଦର ବର୍ଷ ତଳର କଥା। ମାୟାଧର ପରିଡ଼ା ଅବଧି ଅଛି। ବାଲିଚନ୍ଦ୍ରପୁର ବଜାର ଆଉ ସେ ବସାଘରଗୁଡ଼ାକ ଆହୁରି ଟିକେ ବି ବଢ଼ି ଯାଇଚି। ଏହିପରି କେତେ କଲିକତା ଫେରନ୍ତା। ଏବେ ମଧ୍ୟ ବାଘ ହାବୁଡ଼ରେ ପଡ଼ନ୍ତି। ରୂପେଇ ବଞ୍ଚିଚି। ସେ ବଞ୍ଚିବା ବଞ୍ଚିବା ପାଇଁ ନୁହେଁ, ଖାଲି ମାଣିକଟିକି ଆଖିରେ ଦେଖିବା ଲାଗି। ଆଖି ତାର ଗୋଟିଏ ଯାଇଚି, ମଣିର ସେହି ମଲା ଖବର ଶୁଣିଲା ଦିନ ମୁଣ୍ଡଟାକୁ ତଳେ ବାଡ଼େଇ ଦେଲାବେଳେ କଣ ଗୋଟା ବାଜିଯାଇ। ଆଉ ଅଛି ଗୋଟିଏ–ତା' କେବଳ ମାଣିକ ଲାଗି। ଭାଇ ମଲା ପରେ ମାଣିକ ଥରେ ଆସିଥିଲା। ଗାଁଟା କିନ୍ତୁ ତାକୁ ମୋଟେ ଭଲ ଲାଗିଲାନି। ସମସ୍ତେ ତା' ଆଡ଼କୁ ଅନେଇ ଥଟ୍ଟା କରୁଚନ୍ତି ବୋଲି ସେ ମନେ କଲା। ସକାଳୁ ଉଠି ରୂପେଇ ଆଉ। ସେହି ଦିନଠୁଁ ତାକୁ ଦେଖିନି। କିନ୍ତୁ ସେ କଇମାଟିରେ ଥିଲା। ତା'ପରେ କଲିକତା, ପରେ ଆହୁରି ଅଧିକ ରୋଜଗାର ଆଶାରେ ଶିଲଂ ଚାଲିଯାଇଚି। କୋଉ ସାହାଵ ପାଖରେ ଅଛି। ଏହିସବୁ ଖବର ରୂପେଇ ଲୋକଙ୍କଠାରୁ, ଯେଉଁମାନେ ବିଦେଶ ବିଶେଷତଃ, କଲିକତା, ଚନ୍ଦନ ନଗର, ଚୁଡ଼ୁଚୁଡ଼ାରୁ ଫେରନ୍ତି, ତାଙ୍କଠାରୁ ଶୁଣି ବୁଝି ସେ ହୃଦୟ ଜପାମାଳି କରି ରଖିଚି। ଆହୁରି ସେ ଲୋକଙ୍କଠାରୁ ଶୁଣିଚି ମାଣିକ ତାର ଢେର୍ ପଇସା କମଉଚି। ସିଏ ଆସିବ, ଦିନେ ନା ଦିନେ ଆସିବ। ଖାଲି ଆସିବନି, ରାଜା ଗୋଟାକର ସମ୍ପତ୍ତି ଘେନି ଆସିବ। ସିଏ ଆସିବ। ଏହି ପଦକ ରୂପେଇ କି ସବୁ ଚାହିଁ ଦିଏ ବେଶି ଜୋର। ଦି'କ୍ଷେପାର ବାଟ କ୍ଷେପାକରେ ଡେଇଁ ପଡ଼ିବାକୁ ସେ ଦି'ଗୁଣ ବଳ ପାଏ। "ଏକା ସିଏ କଣ ସତେ ଆସିବ। ଖାନିକୀ ଆଉ ରାଣ୍ଡଙ୍କ ହାବୁଡ଼ରୁ ବର୍ତ୍ତି ସେ କଣ ସତେ ଆଉ ଗାଁ ମାଟି ମାଡ଼ିବ। " ରୂପେଇର ସମବୟସୀ ପାଟ, ଭୋଳାମା, ଆଉ ମାଳତୀ ହେରିକା ଏହିପରି କେତେ ଅବାନ୍ତର କଥା ବାଢ଼ନ୍ତି। ରୂପେଇର ହୃଦ କାହିଁରେ ହେଲେ ଭୁଲେନା। ମାଣିକ ତା'ର ମାଣିକ, ଖାଣ୍ଟିସଇ, ଅସଲି ମାଣିକ। ଦୁରୁଜା, ଗୋବିନ୍ଦା କିମ୍ବା ଅନନ୍ତ! ଭଳି ଟିଣା, ପିତଳ ନୁହେଁ। ରୂପେଇର ଧାରଣା କଣ ମିଛ? ସେତ ସେଦିନ ସପନ ଦେଖିଥିଲା। ସେ କଣ ସପନ-! ସଫା ସକାଳଟାରୁ ଆଖି ଆଗରେ ତା'ର ଭାସିଗଲା। ଆଉ କିଛି ନାଁ ନାଇଁ ବୋଲି ରୂପେଇ ସିନା ତାକୁ ସପନ ବୋଲି ମାନି ନେଲା। ବଟା ହଳଦି ପରି ତକତକ ଗୋରା, ଭଅଁର ପରି କଳା ଘୁମର କୁଞ୍ଚୁକୁଞ୍ଚିଆ ବାଳ ମୁଣ୍ଡରେ ମୁଣ୍ଡେ ତାରି ମାଣିକ। ତା' ଆଖି ଆଗରେ ଆସି ଛିଡ଼ା ହୋଇଗଲା। ପଛରେ ତାର ଦି' ଦି'ଟା ଭାରିଆ। ତୁରୁଙ୍ଗ, ବାକ୍ସ, ପେଟେରା, ଛତା, ରାଇଜର ଚିଜ।